ମନେ ହେଲା; ସେ ଯେମିତି ଭିତରକୁ କବାଟ କିଳି ଆଣିଛି। ଆଉ ଦାଣ୍ଡଦୁଆରେ ଗାଁଟାଯାକ ଜଣେ ନୁହେଁ, ଅଧେ ନୁହେଁ ଜଣ ଜଣକି ଆସି ତାକୁ ଡାକୁଚନ୍ତି ବାହାରେ। ଆସ୍ତେ ଆସ୍ତେ ସେ ଡାକ ଚଢ଼ା ହେଇ ଆସୁଛି ଚିତ୍କାର ହେଇ ଉଠୁଛି ଚିତ୍କାର କରି ସମସ୍ତେ ତାକୁ ଡାକୁଛନ୍ତି-। ତା' କାନରୁ ଅତଡ଼ା ଖସି ପଡ଼ୁଛି ତଥାପି ସେ ଶୁଣୁ ନାହିଁ। କେତେବେଳ ଯାଏଁ କେତେବେଳ ଯାଏଁ ସେ ସହିବ? ରୋଗୀର ଅବସ୍ଥା ଖରାପ ହେଇ ଆସୁଛି। ନିଃଶ୍ୱାସ ଖର ବହିବାକୁ ଲାଗିଲାଣି। କ୍ରମେ ଆହୁରି ଖର ଗଭୀର ହେଇ ଆସୁଛି। ସେ ନିଃଶ୍ୱାସରେ ଯେମିତି ଦେବକୀର ମଧ୍ୟ ଚିତ୍କାର ଉଠୁଛି–ଆଉ କିଏ ଅଛି ତା'ର? ସେ କାହାର ଚିତ୍କାରକୁ କାନ ଦେବ? ଗାଁ ଲୋକଙ୍କର ନା ଦେବକୀର? ଦେବକୀ ଚିତ୍କାର କରି ଉଠିଲା ମୋତେ ନେଇ ଚାଲ ମୋତେ ନେଇ ଚାଲ ଦୁଃଖୀ ଭାଇ। ଆଜି ସେ 'ଦୁଃଖୀଭାଇ' ବୋଲି ଡାକିଛି। ଏଇ ଡାକଟା ଯେମିତି ଲୁଚି ରହିଥିଲା ଦେବକୀ ଭିତରେ କେତେ ଦିନର ପୁରୁଣା ଡାକ ସେ କେତେ ଦିନର ସତ ସମ୍ପର୍କକୁ ଦେବକୀ ଆଜି ଜଣେଇ ଦେଲା। ମନେ ହେଲା, ସତେ ଯେମିତି ଭାଇ ଭଉଣୀ ଦି'ଜଣଯାକ ପିଲା ଦିନରୁ ଭାଗ୍ୟଚକ୍ରରେ ପଡ଼ି ଛଡ଼ାଛଡ଼ି ହେଇ କେଉଁଠି ବୁଲୁଥିଲେ ଅନେକ ଦିନପରେ ଭେଟ ହେଲା ଭେଟ ହେବାର ପୁଣି କେତେ ଦିନପରେ ଦୈବାତ ଦିନେ ଆପଣା ଆପଣାକୁ ଚିହ୍ନି ପକେଇଚନ୍ତି ଆଜି ଏଇ ମୁହୂର୍ତ୍ତରେ। ''ଆଃ ବଡ଼ କଷ୍ଟ, ମୋତେ ନେଇ ଚାଲ। ନେଇ ଚାଲ! ଏଟା ପ୍ରଳାପ ନୁହେଁ ତ? ଭିତରେ ଏଇ 'ନେଇଚାଲ, ନେଇଚାଲ' ଚିତ୍କାର। ତେଣେ ବାହାରେ ଦାଣ୍ଡଦୁଆରେ ସେମିତି କବାଟରେ ହାତ ବାଡ଼େଇ ଶହ ଶହ ଲୋକ ଯେମିତି ରଡ଼ି ଛାଡ଼ିଛନ୍ତି ''କବାଟ ଖୋଲ କବାଟ ଖୋଲ। '' ''ନବ ନାହିଁ ଦୁଃଖୀଭାଇ, ନବ ନାହିଁ? '' ସେ ଆଉ ପୁଣି ଯାଆନ୍ତା କେଉଁଠିକି? ତା'ର ଘର କାହିଁ? ତା'ର ଅଛି କିଏ କିଏ ଅଛି ତା'ର? ଦୁଃଖୀ ଯାଇ ତା' ପାଖରେ ବସିଲା। ମୁଣ୍ଡ ଆଉଁଶି ଦେଲା। ତଥାପି ତା'ର ଶାନ୍ତି ନାହିଁ-। ''ଗୋଡ଼ ଗଲା ଗୋଡ଼ ଗଲା ଆଃ ଫାଟି ଗଲା ଗୋଡ଼। '' ଆଉ ନା ଆଉ ହବନି ଡାକ୍ତର ଏତେ ବେଳଯାଏଁ ଆସିଲା ନାହିଁ ଆଉ ବଞ୍ଚେଇବା ଅସମ୍ଭବ। ଦୁଆରେ ସେମିତି କବାଟକୁ ଯେମିତି ବାଡ଼ଉଚନ୍ତି ସବୁ ବାଡ଼ିଆ ଚାଲିଚି ଯେମିତି କହୁଚନ୍ତି କବାଟ ଖୋଲ, କବାଟ ଖୋଲ, ଘର ଭିତରେ କିଏ ଆମେ ଦେଖୁବୁ। ଦୁଃଖୀ ଦେବକୀର ଗୋଡ଼ ଟିପି ଧରିଲା। ଦେବକୀ ଛାଟିଦେଲା ଗୋଡ଼କୁ। ''ରକ୍ଷାକର ଦୁଃଖୀ ଭାଇ ପାପ ହବ। '' ଆଉ କହି ପାରିଲା ନାହିଁ। ଦାଣ୍ଡରେ ଶବ୍ଦ ଆହୁରି ଜୋର୍ରେ ହେଲା ଯେମିତି କବାଟ ଭାଙ୍ଗି ପଡ଼ିବ। ''ଦୁଃଖୀ ଭାଇ! '' ଦେବକୀ ଡାକିଲା। ଦୁଃଖୀ ପାଖକୁ ଗଲା ମୁହଁ ପାଖକୁ। ''ମୋର ଆଉ କିଏ ଅଛି ଦୁଃଖୀ ଭାଇ? '' ଦେବକୀ କାନ୍ଦିଲା। ''କାହିଁକି? ତୋ ଦୁଃଖୀ ଭାଇ ଅଛି ଯେ। '' ଦୁଃଖୀ ଦେବକୀର ଲୁହ ପୋଛ ଆଉଁଶି ଦେଲା, ଶୀତଳ ହେଇ ଆସୁଚି ସେହି ଲୁହଧୁଆ କପୋଡକୁ। 'ଦୁଃଖୀ! ଦୁଃଖୀ! ' ଦାଣ୍ଡରେ ଯେମିତି। ସତ ସତ କିଏ ଏଥର ଡାକୁଛି। ସେ ଦୌଡ଼ି ଯାଇ ଧଡ଼କିନା ଦାଣ୍ଡ କବାଟଟାକୁ ବନ୍ଦ କରିଦେଲା। ତା'ପରେ କ'ଣ ଭାବି ପୁଣି ଧୀରେ ଧୀରେ ଖୋଲି ଦେଇଖିଲା କେହି ନାହିଁ ଗୋଟିଏବି ମଣିଷ ନାହିଁ। ରାତି ହେଇ ଗଲାଣି। ଭୟଙ୍କର ରାତି। ରାତି ପୁଣି ଏମିତି ଭୟଙ୍କର ହୁଏ। ଦୁଃଖୀ ଡାକିଲା ''ଡାକ୍ତରବାବୁ ଡାକ୍ତରବାବୁ। '' କେହି ନାହିଁ କେହି ଶୁଣିଲେ ନାହିଁ। ଦୁଃଖୀ ମଣିଷ ପଠେଇଥିଲା ସକାଳ ପହରୁ ଡାକ୍ତର ଡାକିବାପାଇଁ। ଦୁଃଖୀ ଫେରି ଆସିଲା। ମା ଡାକିଲା ଖାଇବାପାଇଁ। ସେ ଖାଇବ କ'ଣ? ଦୁଃଖୀ ପୁଣି ଫେରିଲା। ଦେବକୀ ପାଖକୁ। ସତ ସତ କେହି ନାହିଁ ତା'ର। ଗୋଡ଼ରେ ହାତ ମାରି ଦେଖିଲା, ଗୋଡ଼ ଥଣ୍ଡା। ''ମା! '' ଦୁଃଖୀ ଡରିଗଲା। ମା ଦଉଡ଼ି ଆସିଲେ। ''ମା ନିଆଁ! ନିଆଁ କରି ଆଣ। '' ଦେବକୀ ଏବେବି ଚାହିଁଚିଏବେବି ଧଇଁସଇଁ ହେଉଚି କଷ୍ଟରେ। ଗୋଡ଼ତଳୁ ଛାତି ଉପରଯାଏଁ କ'ଣ ଗୋଟାଏ ଉଠୁଚି–ବଡ଼ କଷ୍ଟ। ''ଦୁଃଖୀ ଭାଇ, ମୁଁ ଚାଲିଲି। '' ଦୁଃଖୀ ଆଉ ସମ୍ଭାଳି ପାରିଲା ନାହିଁ। ପିଲାଙ୍କ ଭଳି ସେ କାନ୍ଦି ପକାଇ ଥାନ୍ତା। ବଡ଼ ହେବାର ଅଭିମାନ ଆଘାତ ପାଇଲେ ଯେଉଁ ଲଜ୍ଜା ହୁଏ, ସେଇ ଲଜ୍ଜା ତାକୁ କନ୍ଦାଇ ଦେଲା ନାହିଁ।